"ସାଧାରଣ ଲୋକଙ୍କୁ ଅଯଥାରେ ହତ୍ୟା କରିବା ଅମଣିଷଙ୍କ କାମ। ମୁଁ ପାରିଲି ନାହିଁ।" ଭରତ ଚନ୍ଦ୍ରମାଧବଙ୍କ କଥାକୁ ଦୋହରାଉଥିଲା। ମୁଁ ଦୀର୍ଘଶ୍ୱାସ ନେଲି। ଚନ୍ଦ୍ରମାଧବଙ୍କ ଏଇ କଥାରୁ ତାଙ୍କୁ ଡରୁଆ ବୋଲି ଧରି ନେବାର କୌଣସି କାରଣ ମୁଁ ଦେଖୁ ନଥିଲି। ଭରତ କହିଲା, "ସେଇଠୁ ଆସି ଚନ୍ଦରା ଏଠି ବାବା ହୋଇ ପ୍ରବଚନ ଶୁଣେଇଲା। ତା' ବାପା ଗୋସବାପା ଦେଉଳ ପାଇଁ କିଛି ଜମିବାଡ଼ି ଖଞ୍ଜି ଦେଇଥିଲେ। ଦେଉଳ ବେଢ଼ାକୁ ଲାଗି ତାଙ୍କର ଖଣ୍ଡେ ତଳା ଜମି ଥିଲା। ସେଇଠି ଗୋଟେ ମଠ ବସେଇଲା। ସେତେବେଳକୁ ତା'ର ମୁଣ୍ଡ ଠିକ୍‌ଠାକ୍ ଥିଲା। ଆମ ଧର୍ମ ପାଇଁ କାମ କରୁଥିଲା। ଏଇ ଭୀମପଡ଼ାର ଦି'ଟା ପଠାଣ ଟୋକା ଥରେ ମହାଦେବଙ୍କ ବାସୁଆ ଷଣ୍ଢକୁ ଧରିନେଇ ଖାସୁ କରି ଦେଇଥିଲେ। ଚନ୍ଦରା ବାବାର ରାଗ କ'ଣ ଦେଖିବ! କମ୍ପୀଇଲି ତ! ପୂରା ଗାଁବାଲାଙ୍କୁ ଏକାଠି କରି ଭୀମପଡ଼ା ଖିଲାଫରେ ମତେଇ ଦେଲା। ଇମିତି ହେଲା ଯେ ଭୀମପଡ଼ାବାଲା ସେ ଟୋକା ଦି'ଟାଙ୍କୁ ଧରି ଆଣି ଆମ ଗାଁ ପଞ୍ଚୁଆତିରେ ହାଜର କଲେ। ସେମାନେ ଭୁଲ୍ ମାଗିଲେ, କାଇଲି ହେଲେ। ଦି' ହଜାର ଟଙ୍କା ଜୋରିମାନା ଦେଇ ଛାଡ଼ ପାଇଲେ।" ଭରତ ଦୀର୍ଘଶ୍ୱାସ ଛାଡ଼ି କହିଲା, "ସେଇ ଚନ୍ଦରା ଶେଷକୁ ଏମିତି ଧର୍ମଦ୍ରୋହୀ ହୋଇଯିବ ବୋଲି କିଏ କଳ୍ପନା କରିଥିଲା କହୁନ? ବିଚାରାର ମୁଣ୍ଡ ବିଗିଡ଼ି ଯାଇଛି।" "ମୁଣ୍ଡ ଫୁଣ୍ଡ କିଛି ନୁହେଁ ଭରତ। ସେଇଟା ମୂଳରୁ ସେମିତି। ଖାଲି ସଂସ୍କୃତ ପୁଳେ ଶିଖିଛି, ଯାହା କହିଲେ ଗଡ଼ର ଗଡ଼ର ହୋଇ ବୁଝେଇ ଦେବ। ତା'ଛଡ଼ା ଲୋକଟା ଗୁଣିଟୁଣି ଜାଣେ। ତମକୁ ଦେଖିଲାକ୍ଷଣି ଏମିତି ବ୍ରେନ୍ ୱାସ୍ କରିଦେବ ଯେ ତମେ ଭକୁଆ ହୋଇ ଚାହିଁ ଆସିବ।" ମଣ୍ଟୁ କହିଲା। "ତମେ ଜାଣିନ କି ମଣ୍ଟୁବାବୁ, ଚନ୍ଦରା ପରାର ଗୋଟେ ଜ୍ୟୋତିଷ! କେତେ ମାଇପି ମରଦ ପିଲା ହେବେ ଆଗରୁ ଚନ୍ଦରା ବାବାଠୁ ପୁଅ ହେବ କି ଝିଅ ହେବ ଆଗତୁରା ବୁଝି ଆସୁଥିଲେ। କିନ୍ତୁ ତା' କଥାଗୁଡ଼ା କିମିତି ଠିକ୍ ଠିକ୍ ବାଜି ଯାଉଥିଲା ସେଇକଥା ମୁଁ ବୁଝି ପାରୁନାହିଁ।" ଭରତ ତା' ଦ୍ୱନ୍ଦ୍ୱର ସମାଧାନ ପାଇଁ ଥରେ ଦୂରବର୍ତ୍ତୀ ତାଳଗଛର ଶୀର୍ଷ ଓ ଆଉଥରେ ବାଁ କଡ଼ କେନାଲର ବନ୍ଧ ଆଡ଼େ ଚାହିଁ ପୁଣି କଥା ଯୋଡ଼ିଲା, "ହଁ, ଗୋଟେ ଯୋଡ଼ିଏ ଜ୍ୟୋତିଷୀ ବହି ପଢ଼ି ଦେଇଥିବ ଆଉ କ'ଣ! ପୋଥିରେ ତ ସବୁ ବିଦ୍ୟା, ଯିଏ ପଢ଼ିଲା, ସିଏ ସେ ବିଦ୍ୟା ଜାଣିଲା।" ମଣ୍ଟୁ ଭରତ ତୁଣ୍ଡରୁ କଥା ଛଡ଼େଇ ନେଇ କହିଲା, "ପାଠଶାଠ କିଛି ନୁହେଁ ହୋ, ଲୋକଟା ଚାରି ଚାରିଶବିଶ୍। ମୁଁ ଶୁଣିଛି ଲୋକମାନେ ତା' ପାଖକୁ ପୁଅ କି ଝିଅ ହେବ ବୋଲି ପଚାରିବାକୁ ଗଲେ ସେ ତାଙ୍କ ନାଁ ଗାଁ ସବୁ ଗୋଟେ ଖାତାରେ ଟିପି ରଖୁଥିଲା। ସେଇଥିରେ କୁଆଡ଼େ ସେ କାହାର ପୁଅ ହେବ କି ଝିଅ ହେବ ଟିପି ରଖେ। ମୁଁ ଭାବୁଛି ସେଇଠି କିଛି ପେଞ୍ଚ କରି ଦେଉଥିବ। ଯାହାର ପୁଅ ହେବ ବୋଲି କହୁଥିବ, ତା' ନାଁ ପାଖରେ ଝିଅ, ଆଉ ଯାହାର ଝିଅ ହେବ ବୋଲି କହୁଥିବ, ତା' ନାଁ ପାଖରେ ପୁଅ ବୋଲି ଟିପି ଦେଉଥିବ। ଚନ୍ଦରା କଥା ଯଦି ଠିକ୍ ବାଜିଗଲା ଭଲ, ନହେଲେ କେହି ଆସି ଚ୍ୟାଲେଞ୍ଜ କଲେ ସେ ଖାତା କାଢ଼ି ଦେଖେଇ ଦେଉଥିବ। ପୁଅ ହେଉ କି ଝିଅ ହେଉ – ସେଇ ଦି'ଟାରୁ ତ ଗୋଟିଏ ଯାହା ହେବ ନା!" ମୁଁ ପ୍ରଥମ ଥର ପାଇଁ ମଣ୍ଟୁର ଅଭିଯୋଗ ଉପରେ ବିଶ୍ୱାସ କରି ଆସୁଥିଲି। ପଚାରିଲି, "ତମେ ଏମିତି ଖାତାଟେ କ'ଣ ତାଙ୍କ ମଠରେ ଦେଖିଛ?" ମଣ୍ଟୁ ଅପ୍ରସ୍ତୁତ ହୋଇ ଇଆଡ଼େ ସିଆଡ଼େ ଚାହିଁଲା। କାନ କୁଣ୍ଡେଇଲା ଓ ତା'ର ।